ଏପରି ସ୍ଥଳେ ଆଇନର ଶାସନ ନାମରେ ମାରିଧରି ଶାନ୍ତିଶୃଙ୍ଖଳା ରକ୍ଷାକରିବା ଅବଶେଷରେ ସମ୍ଭବ ହେବ ନାହିଁ। ମୋଟକଥା ଆଜି ଯେ ଅଶାନ୍ତି ଓ ହିସାଂକାଣ୍ଡ ଘଟୁଛି, ଏହା କୌଣସି ମତବାଦର ପ୍ରଚାର ହେତୁରୁ ନୁହେଁ। ଏହା ଶାସନର ଦୋଷ ତ୍ରୁଟି ହେତୁ ଘଟୁଛି। ସାଧାରଣ ଜନତା ପ୍ରତି ଶାସନ ସମ୍ବେଦନଶୀଳ ହେଲେ ଲୋକେ କେବେ ଅଶାନ୍ତି ମାର୍ଗରେ ଯିବେନାହିଁ। ଶାସନ କହିଲେ ବୁଝାଏ, କର୍ମଚାରୀ-ଗୋଷ୍ଠୀ। ଏ ଗୋଷ୍ଠୀକୁ ନିୟନ୍ତ୍ରଣ କରିବାକୁ ହେଲେ ରାଜନୈତିକ ସ୍ତରରେ ନୀତିଗତ ମତଭେଦ ଯାହା ଥାଉ ପଛକେ କେତୋଟି ମୌଳିକ ନୀତିରେ ଐକ୍ୟ ରହିବା ଆବଶ୍ୟକ ଓ ମନ୍ତ୍ରିସ୍ତରରେ କଠିନ ପରିଶ୍ରମ ଓ କର୍ମ ତତ୍ପରତା ଆବଶ୍ୟକ। ଶୁକ୍ରବାର ଯସ୍ମିନ୍ ଦେଶେ ଯଦାଚାର ବର୍ତ୍ତମାନ ଆମେରିକାରେ ସେଠା ପ୍ରେସିଡ଼େଣ୍ଟ ନିକସନ୍ଙ୍କ କାମ୍ବୋଡ଼ିଆ ଯୁଦ୍ଧ ବିଷୟ ଘେନି ଯେଉଁ ପ୍ରବଳ ଆନ୍ଦୋଳନ ସୃଷ୍ଟିହୋଇଛି, ତାହାର ଦଶଭାଗରୁ ଭାଗେ ଭାରତରେ ହୋଇଥିଲେ ଏଠାରେ ସ୍ୱର ଉଠୁଥାନ୍ତା ''ଗଣତନ୍ତ୍ର ବିପଦାପନ୍ନ- କମ୍ୟୁନିଷ୍ଟ, ନକ୍ସଲପନ୍ଥୀ-ଚୀନ ମାଡ଼ି ଆସିଲେ'' ଇତ୍ୟାଦି। ସେହି ଆମେରିକାର କେତେକ ରାଜନୀତି ବିଶାରଦ ଅଧ୍ୟାପକ ବହି ଲେଖି ବସନ୍ତେ ଯେ ଭାରତରେ ଗଣତନ୍ତ୍ର ଚାଲିପାରିବ ନାହିଁ ଇତ୍ୟାଦି। ଆମେରିକାର ପ୍ରେସିଡ଼େଣ୍ଟ ନିକସନ କାମ୍ବୋଡ଼ିଆ ଯୁଦ୍ଧରେ ଯୋଗ ଦେବାର ଆଦେଶ ଦେଲେ। ପ୍ରତିବାଦ ସ୍ୱରୂପ ତାଙ୍କର ବୈଦେଶିକ ବିଭାଗର ପ୍ରାୟ ତିନିଶହ କର୍ମଚାରୀ ଇସ୍ତଫା ଦେଲେ। ତାଙ୍କ ମନ୍ତ୍ରିମଣ୍ଡଳର ପ୍ରାୟ ଅଧେ ତାଙ୍କ ବିରୋଧୀ। ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରୁ ପ୍ରାୟ ଏକ ଚତୁର୍ଥାଂଶ ଛାତ୍ର ଆନ୍ଦୋଳନ ଯୋଗେ ବନ୍ଦ ହୋଇ ଯାଇଛି। କେତେକ ସ୍ଥାନରେ ଗୁଳି ମଧ୍ୟ ଚାଲିଛି ଓ କେତେକ ଛାତ୍ର ନିହତ ହୋଇଛନ୍ତି। ଜଣେ ଛାତ୍ରୀର ଗୁଳିରେ ମୃତ୍ୟୁ ଉପଲକ୍ଷେ ରୁଷିଆର ଜଣେ କବି ମର୍ମସ୍ପର୍ଶୀ କବିତାଟିଏ ମଧ୍ୟ ପୃଥିବୀ ସାରା ପ୍ରଚାର କରାଇଛନ୍ତି। ପ୍ରାୟ ଦଶ ହଜାର ଆଇନ ଛାତ୍ର ନିକସନ୍ଙ୍କୁ ଶାସ୍ତି ଦେବାପାଇଁ ଜାତିସଂଘ ସେକ୍ରେଟେରୀଙ୍କୁ ଲେଖିଛନ୍ତି। ସୁପ୍ରୀମ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଓ ପୂର୍ବତନ ରାଷ୍ଟ୍ରଦୂତ କେତେକ ନିକସନ୍ଙ୍କ ବିରୋଧ କରୁଛନ୍ତି; କିନ୍ତୁ କୌଣସିଠାରେ ସରକାରୀ ବସ ପୋଡ଼ିଦେବା, ରେଲ ଲାଇନ ଆଗରେ ଶୋଇବା ବା ପେଟ୍ରୋଲ ପକାଇ ପୋଡ଼ିଦେବା, କଲେଜରେ ଯନ୍ତ୍ରପାତିରେ ନିଆଁ ଲଗାଇଦେବା, ଦୋକାନ ପତ୍ର ଲୁଟ କରିବା ଇତ୍ୟାଦି ହୋଇନାହିଁ କିମ୍ବା 'ସଂଗ୍ରାମ ସମିତି', କ୍ରିୟାନୁଷ୍ଠାନ କମିଟି' ଇତ୍ୟାଦି କୌଣସିଠାରେ ଗଠିତ ହୋଇନାହିଁ। ଅନ୍ୟ ପକ୍ଷରେ କେହି ଏ ଆନ୍ଦୋଳନକୁ କମ୍ୟୁନିଷ୍ଟ ରୁଷିଆ, ଚୀନ ବା ଅନ୍ୟ କାହାରିଦ୍ୱାରା ପ୍ରରୋଚିତ ବୋଲି କହୁ ନାହାନ୍ତି। ନିଜ ଦେଶ ଭିତରେ ନୀତିଗତ ମତଭେଦ ଉତ୍କଟ ଆକାର ଧାରଣ କରିଛି- ଏତିକିରେ ଆନ୍ଦୋଳନ ସୀମାବଦ୍ଧ। ଭାରତରେ ସେହିପରି କିଛି ହୋଇଥିଲେ ଆଗେ 'ସଂଗ୍ରାମ ସମିତି' 'ସର୍ବଦଳୀୟ କ୍ରିୟାନୁଷ୍ଠାନ କମିଟି' ଇତ୍ୟାଦି ଗଢ଼ାହୋଇ ରେଲ ଚଳାଚଳ ବନ୍ଦ, ବସ ପୋଡ଼ାପୋଡ଼ି, ମନ୍ତ୍ରୀ ଓ ଅନ୍ୟ ଅନ୍ୟ କେତେକଙ୍କ ମଟର ଉପରକୁ ଟେକା ଫୋପଡ଼ା ଫୋପାଡ଼ି, ଗୁଳି ଚାଲି କେହି ଆହତ ହେଲେ ବା ନିହତ ହେଲେ ବିଚାର ବିଭାଗୀୟ ତଦନ୍ତ ଦାବି ଇତ୍ୟାଦି ତଦନ୍ତ ହୋଇଥାନ୍ତା ଏବଂ ଅନ୍ୟ ପକ୍ଷରେ କୁହା ହୋଇଥାନ୍ତା ଯେ ନକ୍ସଲବାଦୀମାନେ ଏସବୁ କରାଉଛନ୍ତି। ଏ ଗୋଳମାଳ ଭିତରେ ମୂଳ ବିଷୟବସ୍ତୁକୁ ସମସ୍ତେ ଭୁଲି ଯାଇଥାନ୍ତେ ଓ ରେଲଯାତ୍ରୀ, ବସଯାତ୍ରୀ ଓ ସାଧାରଣ ଦୋକାନୀମାନଙ୍କ ପରି ଶହ ଶହ ହଜାର ହଜାର ମଝି ଲୋକେ ହଇରାଣ ହରକତ ଓ କ୍ଷତିଗ୍ରସ୍ତ ହେଉଥାନ୍ତେ। ତେଣେ ଚିତ୍କାର ଉଠୁଥାନ୍ତା 'ଗଣତନ୍ତ୍ର। ବିପଦାପନ୍ନ' ସର୍ବୋଦୟ ନେତାମାନେ ବାହାରିପଡ଼ି ଶାନ୍ତିର ବାର୍ତ୍ତା ପ୍ରଚାର